କିନ୍ତୁ ସେଇ ବୁଢ଼ୀମାଟି। ତା'ର ଶିକ୍ଷାଦୀକ୍ଷା କିଛି ନଥିଲା। ସ୍କୁଲ କଲେଜ ସେ ମାଡ଼ି ନଥିଲା। ସେ କେମିତି ସବୁକଥା ବୁଝି ପାରୁଥିଲା। ସବୁକିଛି ବୁଝାଇ ପାରୁଥିଲା। କାଳଜୟୀ ହୋଇ ରହିଗଲା ସେ। ଲୋକଟି ଆଦୌ ବୁଝିପାରୁନାହିଁ, ପରିବର୍ତ୍ତନ କଥା ସମସ୍ତେ କହୁଛନ୍ତି? ଅଥଚ କାହିଁ କୁଆଡ଼େ କିଛିତି ବଦଳୁ ନାହିଁ। ଯେ ପର୍ଯ୍ୟନ୍ତ ମଣିଷ ନଭାବିଛି ଯେ ସେ ନିମିତ୍ତିମାତ୍ର। ତା'ଦ୍ୱାରା ଯାହା କିଛି ପରୋକ୍ଷରେ ବା ପ୍ରତ୍ୟକ୍ଷରେ ହୋଇଯାଉଛି, ତା' ଉପରେ କାହାରି କର୍ତ୍ତୃତ୍ୱ ନାହିଁ-ସେ ପର୍ଯ୍ୟନ୍ତ ଅନ୍ଧ ହୋଇ ଆମେ ହାତୀ ଦେଖୁଥିବା। ଅନ୍ଧାରରେ ବାଡ଼ି ବୁଲାଉଥିବା। ପାହାଡ଼ ଫଟାଇ ଚିତ୍କାର କରୁଥିବା। ନିଜକୁ ଉଜାଡ଼ୁଥିବା ଓ ଏହିପରି ଜୀବନ ବିତାଇ ଶେଷରେ ଅନନ୍ତ ଶୂନ୍ୟରେ ଦିନେ ମିଳିମିଶି ନିଶ୍ଚିହ୍ନ ହୋଇଯିବା। ଅଥଚ କିଛି ପାଇପାରିବାନି। ଶୂନ୍ୟହାତରେ ଫେରିବାକୁ ପଡ଼ିବ। ବୁଢ଼ୀମା' କହିଥିଲା, ଅଣହୁସିଆର ହୋଇଗଲେ କିଛି ହାତମୁଠାରେ ଧରା ପଡ଼େନି। ସବୁ ପରିଶ୍ରମ ବ୍ୟର୍ଥ ହୋଇଯାଏ। ସବୁ ଚିହ୍ନା ଲୋକ ନଚିହ୍ନିଲା ପରି ମୁହଁ ଆଡ଼େଇ ଚାଲିଯିବେ। ସବୁ କଥା ଗୋଳମାଳିଆ ଧରିଯିବ। ବର୍ଷଣମୁଖର ଆକାଶକୁ ଝରକା ଫାଙ୍କରୁ ଚାହିଁ, ଝରକାର ଗ୍ରିଲ ଉପରେ ଚୌକସ୍ ଲଟାଇଥିବା କୃଷ୍ଣଚୂଡ଼ାର ଦାମ୍ଭିକତାକୁ ଦେଖି ରାସ୍ତାଉପରେ ବର୍ଷା ପାଣିରେ ଭିଜୁଥିବା ଅସହାୟ ଅମୃତର ସନ୍ତାନମାନଙ୍କୁ ଦୃଷ୍ଟି ନିକ୍ଷେପକରି ଲୋକଟି ଭାବୁଥିଲା, ତା' ବୁଢ଼ୀମା କଥା, ତା' ପିଲାବେଳ କଥା, ତା' ବାପାର ପ୍ରଶସ୍ତ କପାଳ କଥା ଓ ତା'ର ପରିପକ୍ୱ ବୟସର ସ୍ୱପ୍ନଗୁଡ଼ିକ କଥା-। ତା'ର ସ୍ୱପ୍ନଗୁଡ଼ିକୁ ଓଲଟପାଲଟ କରି ବାରମ୍ବାର ନାଚି ଉଠୁଥିଲା ରେଖା ଓ ରେଖାରେ ଭର୍ତ୍ତି ହୋଇ ପଶିଯାଇଥିବା ଆଖି ଦୁଇଟିର କଥା, ଯାହା ଅନ୍ୟ କାହାରି ନୁହେଁ, କାହା ସହିତ ଏତେବଡ଼ ଦୁନିଆରେ ସମାନ ହୋଇ ନପାରେ, ତା'ରି ସେଇ ବର୍ଷିୟସୀ ବୁଢ଼ୀମାର ଦୀପ୍ତିମନ୍ତ ମୁହଁଟି-। ଅନେକ ଦିନ ପରେ ମୁଁ ପୁଣି ଲୋକଟିର କଥା ଆପଣମାନଙ୍କୁ କହିବାକୁ ଯାଉଛି। ସାଂସାରିକ ଜଞ୍ଜାଳ ଭିତରେ ଯେତେ ଧନ୍ଦି ହେଉଥିଲେ ବି ଆପଣମାନେ ଯେ ଲୋକଟିକୁ ପୂରାପୂରି ଭୁଲି ନଥିବେ, ଏ ବିଶ୍ୱାସ ମୋର ଅଛି। ଯେଉଁ ସହରରେ ରହି ମୁଁ ଆପଣମାନଙ୍କୁ ଲୋକଟିର ଉପାଖ୍ୟାନ ଶୁଣାଉଛି, ସେ ସହରରେ ଆମେ ସଭିଏଁ ଭିନ୍ନ ଭିନ୍ନ ଦିଗରେ ବେଶ୍ ଅଭିଜ୍ଞ ଏବଂ ଆମ ସଭିଙ୍କର ରିଂମାଷ୍ଟର ସେଇ ଲୋକଟି, ଅନେକ ଦିନ ତଳେ ଅନ୍ୟମନସ୍କ ହୋଇ ବୁଲୁ ବୁଲୁ ବସ୍ ଷ୍ଟାଣ୍ଡରେ ଯିଏ ଗୋଟାଏ ମସ୍ତବଡ଼ ଝାମେଲା ସୃଷ୍ଟି କରି ବସିଥିଲା। ଭାବପ୍ରବଣତାରେ ମଜ୍ଜିଯାଇ ସେଦିନ ସେଇ କୁହୁଡ଼ିଆ ସନ୍ଧ୍ୟାରେ ସେ ଆମମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଭାଷଣ କଥା ଆପଣମାନଙ୍କର ନିଶ୍ଚେ ମନେଥିବ। ଭାଷଣ ଆରମ୍ଭ କରିବା ପୂର୍ବରୁ ସେ ଅକଥନୀୟ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଲୋକେ ସେ ସମ୍ପର୍କରେ ଆଦୌ ସଚେତନ ନରହି ତା'କଥା ଶୁଣିବାକୁ ବେଶ୍ ଭିଡ଼ ଜମେଇଥିଲେ। ତା'ର ନିଜର ସ୍ୱକୀୟ ଷ୍ଟାଇଲରେ ଲୋକଟି ବେଶ୍ କିଛି ଭଦ୍ର ଓ ଗମ୍ଭୀର କଣ୍ଠରେ କହିବାକୁ ଆରମ୍ଭ କରିଥିଲା। ''ମହାଶୟ। ମୁଁ ଆପଣଙ୍କ ପରି ଜଣେ ମଣିଷ। ସର୍କସ